ଏଥର ସିଏ ନୂଆ ଇଜେଲରେ ନୂଆ ଛବି ଆଙ୍କିବେ। ସେ ଛବି ବଧୂ ମୌସୁମୀର। ଡାକ୍ତରଙ୍କ ହୃଦୟ-କୁମ୍ଭରେ ଅମୃତର ପରିପୂର୍ଣ୍ଣତା। ଆଗେଇଗଲେ ଡାକ୍ତର କନକ ନାରାୟଣଙ୍କ ପାଖକୁ। ପଚାରିଲେ, ଦେହ କିପରି ଲାଗୁଛି, ମଉସା? କାଲି ଆସିପାରିଲିନି, ତନୁଟା ବ୍ୟସ୍ତ କଲା ସିନେମା ଦେଖିବାକୁ। ବାଧ୍ୟ ହୋଇ ଗଲି। କାଲି କିଛି କଷ୍ଟ ହୋଇନି ତ ? ହସିଲେ କନକ ନାରାୟଣ। କହିଲେ, କିଏ ଆଉ ପଚାରୁଛି ଏଇ ବୁଢ଼ାଟାକୁ, କୁହ? ଜୀବନ-ପ୍ରଦୀପର ତେଲ ତ ସରିଆସୁଛି, ବୁଲୁ। ଆଉ କେତେଟା ଦିନ! କାଞ୍ଚନ ଫୋପାଡ଼ି କାଚ ଗୋଟେଇଲି, ସେଇ କାଚରେ ଟିକି ଟିକି ହୋଇ କଟିଗଲା କଲିଜାଟା। ଅହରହ ସେଠାରୁ ଝରୁଛି ରକ୍ତ। କିଏ ପୋଛିବ ସେଇ ରକ୍ତ ? ମୁଁ ତ ଜାଣିଜାଣି ବରିନେଲି ନିଃସଙ୍ଗ ଜୀବନ। ସେଦିନ ମନେହୋଇଥିଲା ସାରା ଜୀବନ ଧରି ଭାସି ବୁଲିବି ମୁଁ ଯୌବନର ଉତ୍ତାଳ ତରଙ୍ଗରେ। କିନ୍ତୁ କାଳର ଜୁଆରରେ ଯେ ଦିନେ ଭଟ୍ଟା ଆସିବ, ତାହା ଦିନେହେଲେ ଭାବିନଥିଲି। ମୋ ପରି ନିର୍ବୋଧ ଆଉ ତୁମେ ଦେଖିଛ କି, ଡାକ୍ତର ? କିନ୍ତୁ ଗୋଟିଏ କଥା ବିଶ୍ୱାସ କର, ଡାକ୍ତର, ମୁଁ ମୋର ସ୍ତ୍ରୀଙ୍କୁ ଅତ୍ୟନ୍ତ ଭଲପାଏ। କିନ୍ତୁ କ'ଣ ଯେ ହୋଇଗଲା, କିଛି ବୁଝିପାରିଲିନି। ମୋ ପ୍ରତି ନିୟତିର କି ନିଷ୍ଠୁର ନିର୍ଦ୍ଦେଶ! ମଉସା, ଚା-ଜଳଖିଆ ଆଣିଛି। ଖାଇ ଖାଇନିଅନ୍ତୁ। ଖାଇସାରି ଗପ କରନ୍ତୁ। ଗୋଟିଏ ବୀଣା-ବିନିନ୍ଦିତ କଣ୍ଠସ୍ୱରରେ ଫେରି ଚାହିଁଲେ ଡାକ୍ତର ସୁନାର ପ୍ରତିମା ଆଡ଼େ, ଆଖିରେ ତାଙ୍କର ପୂଜାର ପଞ୍ଚପ୍ରଦୀପ ଜାଳି। ପ୍ରତିମା କିନ୍ତୁ ନିର୍ବିକାର। କନକ ନାରାୟଣ ଅନ୍ୟମନସ୍କ ଭାବେ କହିଲେ, "ହଁ, ମାଆ, ଖାଉଛି ଏଥର। ଭାଉଜ ତୋର ଫେରିଲେଣି? ନାଇଁ, ମଉସା, ଫେରିନାହାନ୍ତି। ହୁଏତ ଆସୁଥିବେ ବାଟରେ। ମୌସୁମୀର ସ୍ୱର୍ଣ୍ଣଭାଲରେ ବିନ୍ଦୁ ବିନ୍ଦୁ ଶ୍ରମଝାଳ-ସିକ୍ତ ଚୂର୍ଣ୍ଣ କୁନ୍ତଳଗୁଡ଼ିକ ଜଡ଼ାଇ ଯାଇଛି। ଅପୂର୍ବ ଦିଶୁଛି ମୌସୁମୀର ମୁଖଶ୍ରୀ। ଅଞ୍ଚଳରେ ବେକ ଆଉ କପାଳର ଶ୍ୱେଦବିନ୍ଦୁଗୁଡ଼ିକ ପୋଛିନେଲା ମୌସୁମୀ। ଗୋଟିଏ ଚେୟାର ଦୂରକୁ ଟାଣିନେଇ ବସିଲା ସେ। ହାତରେ ତୋଳିନେଲା ଖଣ୍ଡିଏ ପତ୍ରିକା। ଖାଇବାକୁ ଦେଇ ଚାଲିଯିବା ଅଭଦ୍ରତା, ତେଣୁ ବସିବାକୁ ବାଧ୍ୟହେଲା। ମନ କିନ୍ତୁ ପଡ଼ିଛି ଯାଇ ଟୁଲୁର ଦୋଳି ପାଖରେ। ସକାଳୁ ସେ ନିଜେ ବହୁତ ଝୁଲିଛି। ଟୁଲୁ କାନ୍ଦିବାରୁ ବାଧ୍ୟହୋଇ ତାକୁ ଝୁଲାଉଥିଲା। ଡାକ୍ତର ଚାଲିଗଲେ ସେ ପଳାଇବ। ଅସ୍ଥିର ମନରେ ସେଇଠି ବସି ରହିଛି ମୌସୁମୀ। ଡାକ୍ତର ଖାଇସାରି କନକ ନାରାୟଣଙ୍କୁ ପରୀକ୍ଷା କଲେ। ତା'ପରେ ପଚାରିଲେ, ରାତିରେ ନିଦ ହୋଇଛି ତ ? ନା, ନିଦ ହେଉନି, ଡାକ୍ତର। ସେଥିପାଇଁ ବହୁତ କଷ୍ଟ ହେଉଛି ମୋର। ଆଉ ପାରୁନି। ଡାକ୍ତର ବ୍ୟାଗରୁ କେତୋଟି 'ସୋନେରିଲ୍' ବାହାର କରିଦେଲେ। କହିଲେ, "ରାତିରେ ଶୋଇଲାବେଳେ ଗୋଟିଏ ଲେଖାଏଁ ଖାଇ ଶୋଇବେ। ନିଶ୍ଚୟ ନିଦ ଆସିବ। ଦୁଇ-ଚାରିଦିନ ଦେଖାଯାଉ। ଅଳକା ଦେବୀ ତ ଆସିଲେଣି , ମୁଁ ଏଥର ଯାଏ। ରୋଗୀ ସଂଖ୍ୟା ତ ବଢ଼ିଚାଲିଛି, ବସିବାର ଆଉ ଉପାୟ କାହିଁ! ବର୍ଷା ନ ହେଲେ ସନ୍ଧ୍ୟାରେ ଆସିବି ଆଉଥରେ। ତା'ପରେ କଣେଇ କଣେଇ ଚାହିଁଲେ ସେ ପ୍ରତିମା-ରୂପିଣୀ ମୌସୁମୀ ଆଡ଼େ। ମୌସୁମୀ ବି ଡାକ୍ତରବାବୁଙ୍କ ଯିବା କଥା ଶୁଣି ଚେୟାର ଛାଡ଼ି ଉଠିପଡ଼ିଲା। ନୀରବରେ ଡାକ୍ତରଙ୍କୁ ଆଗେଇ ଦେଇ ନମସ୍କାର କରି ଫେରିଆସିଲା। ଆଗେଇ ଗଲେ ଡାକ୍ତର ଗୋଟିଏ ତନ୍ଦ୍ରାତୁର ମନରେ। ଚାଲିରେ ତାଙ୍କର ଜଡ଼ତା। ଗୁଣୁଗୁଣୁ ହୋଇ କ'ଣ ପଦିଏ ଗୀତ ଗାଇ ଗାଇ ଘରେ ପଶିଲେ ଡାକ୍ତର। ଚାଲିଚଳନରେ ତାଙ୍କର କୈଶୋରର ଚାପଲ୍ୟ। ଅପରାଜିତା ଉଦ୍ବିଘ୍ନ ମନ ନେଇ ଚାହିଁ ରହିଥିଲେ ପୁଅର ଫେରିବା ବାଟକୁ। ମାଆ ସେ। ମୁହଁ ଦେଖି ଠିକ୍ ସେ ଜାଣିପାରିବେ ପୁଅର ମନକଥା। ଝିଅଟିକୁ ନିଶ୍ଚୟ ଦେଖିଆସିଥିବ ମନୁ। ତା'ର ପସନ୍ଦ ହୋଇଥିଲେ ସେକଥା ଜାଣିପାରିବେ, ନ ହୋଇଥିଲେ ତା'ବି ଜାଣିପାରିବେ। ଜାଣିପାରିଲେ ମଧ୍ୟ। ପୁଅ ଆସୁଛି ଗୀତ ଗାଇ ଗାଇ। ମନୁ ପାଟିରେ ଗୀତ! ଯାହା ଥିଲା ତାଙ୍କର ସ୍ୱପ୍ନର ଅଗୋଚର। ଆଉ ତା'ର ସରସ ମନର ପରିଚୟ ଦେଉଛି ତା'ର ଚାଲିଚଳନ, ଭାବ ଆଉ ଭଙ୍ଗୀ। ହାତରେ ଧରିଥିବା ବ୍ୟାଗଟାକୁ ଜୋରରେ ଝୁଲାଇ ଆସୁଛି। ପୁଅର ମନ ଓ ବଚନରେ ବସସ୍ ନ୍ତର ଉତ୍ସବ। ପୁଅର ଆଖି ତାଙ୍କ ଉପରେ ପଡ଼ିବା ଆଗରୁ ସେ ସ୍ଥାନ ଛାଡ଼ି ଚାଲିଗଲେ।